ଡାକ୍ତରଖାନାକୁ ନେବାକୁ ପଡ଼ିଲା। ସାଙ୍ଗ ଅଫିସରମାନେ ସେମାନଙ୍କ ସରକାରୀ ଗାଡ଼ି ବ୍ୟବହାର କରିବାକୁ କହିଥିଲେ; ଅଥଚ ସେ ମନା କଲେ-। ଆମ୍ବୁଲେନ୍ସ ମଗାଇଲେ, ଗାଡ଼ି ଆସିଲା। ମା'ଡାକ୍ତରଖାନାରେ ପହଞ୍ଚିଲେ, ସେଠାରେ ଚିକିତ୍ସା ହେବା ପୂର୍ବରୁ ସବୁ ଶେଷ। ଡାକ୍ତର ଶୁଣାଇ ଦେଇଥିଲେ—ଆଜ୍ଞା, ଆଉ ପାଞ୍ଚ ଦଶ ମିନିଟ୍—ତାଙ୍କ ପାଟିରୁ କଥା ବାହାରିବା ପୂର୍ବରୁ ତାଙ୍କ ମୁହଁରେ ହାତ ଦେଇ ତାଙ୍କୁ କଥା କୁହାଇ ଦେଇ ନ ଥିଲେ ସେ। ବି. ଡ଼ି. ଓ. ଥାଆନ୍ତି। ମାଇଲ ଦୂରରେ ବାରୁଣୀ ବୁଡ଼ ପଡ଼ିଥାଏ। ଯିବାପାଇଁ ଶଗଡ ବା ପାଦ ବିନା ଅନ୍ୟ ଗତି ନ ଥାଏ। ବାପା କେତେ ଅଳି କରିଥିଲେ। ସେଇ ବର୍ଷ ଇହଲୀଳା ସାଂଗ କଲେ, ମାତ୍ର ତାଙ୍କ ଇଚ୍ଛା ଅପୂରଣୀୟ ରହିଗଲା। ଆଉ ଆଜି। ବଡ଼ ମନ ଓ ବଡ଼ ଆଶା ଧରି ଆସିଥିଲା ପାବକ ତାର ସାଙ୍ଗ ସାଥୀଙ୍କୁ ଧରି। କହିଥିଲା—ବାପା, ଆମେ ଖେଳ ଦେଖି ଯିବୁ। ଡ୍ରାଇଭରକୁ କହିଚୁ। ସେ କହୁଚି ବାପାଙ୍କୁ ପଚାର। ଆମେ ଗାଡ଼ିଟା ନେଇଯାଉଚୁ। ମାତ୍ର ଗୋଟାଏ ଘଣ୍ଟା ପାଇଁ ମ ବାପା! ଏସ୍. ଡ଼ି. ଓ. ସାହେବ ଅନୁରୋଧ ତ ରକ୍ଷା କଲେ ନାହିଁ, ତାଙ୍କ ସ୍ତ୍ରୀ ଉପରେ ପଡ଼ି ସୁପାରିଶ କରିଥିବାରୁ ସେ କହିଥିଲେ, ସମସ୍ତ ସୌଜନ୍ୟର ବେକ ମୋଡ଼ି ଦେଇ—ବାପ ଘରୁ ଗୋଟାଏ ଗାଡ଼ି ଆଣିଥିଲା ପରି କହୁଚ! ସ୍ତ୍ରୀ ଅଭିମାନ କରି ଘର ଭିତରକୁ ଚାଲିଗଲେ। ଆଉ ବାହାରି ଯାଇଥିଲେ ପୁଅ ପାବକ ଓ ତାର ସାଙ୍ଗ ସାଥୀମାନେ। ଏଇ ଗାଡ଼ି ଯୋଗୁଁ ଆଗରୁ ଏତେ ଅଶାନ୍ତି ଭୋଗିଥିଲେ ମଧ୍ୟ ସେ ସବୁ ସେ ଭୁଲି ଯାଇଥିଲେ, ପୁଅ ଚାଲିଗଲା। ଓଃ କି ବିମର୍ଷ ମୁହଁ ତାର। ଦୀର୍ଘ ବର୍ଷ ହେବ ପାବକର ଏପରି ନୀରସ ମୁଖ ସେ ଦେଖି ନ ଥିଲେ। ସାଙ୍ଗମାନଙ୍କ ସହିତ ସେ ଚାଲିଗଲା। ନୀରବରେ, ଟିକିଏ ମାତ୍ର ପ୍ରତିବାଦ ନ ଜଣାଇ; ଏପରି କି ପଛକୁ ଲେଉଟି ଥରଟିଏ ମାତ୍ର ସେ ଚାହିଁ ନାହିଁ। ଡ୍ରାଇଭର ପଚାରିଲା ମୁହଁରେ ତାକୁ। ଚାହିଁଲା। ଅଥଚ ତା ସହିତ ବାକ୍ୟ ବିନିମୟ ତ ଦୂରର କଥା, ତା ଆଡ଼େ ଚାହିଁବାକୁ ସେ ମୋଟେ ଇଚ୍ଛା କରି ନ ଥିଲା। ପାବକ ଅତି ଦୁଃଖରେ ରୁଷି ଚାଲି ଯାଇଥିଲା। ଏସ. ଡ଼ି. ଓ. ସାହେବ କଚେରୀରୁ ଫେରି ପୋଷାକ ବଦଳାଇ ଥାଆନ୍ତି, ପାବକର ପ୍ରିୟତମ ବନ୍ଧୁ ଶିବନାରାୟଣ କାନ୍ଦି କାନ୍ଦି ଫୋନ କରିଥିଲା—କହିଥିଲା ମଉସା, ଟିକିଏ ଗାଡ଼ିଟା ପଠାନ୍ତୁ। ଏଠାରେ ବହୁ ଛାତ୍ରଭାଇ ବଜ୍ରପାତ ଦ୍ୱାରା ବିପନ୍ନ। ଅଥଚ ଦୃଢ଼ କଣ୍ଟରେ ଏସ୍. ଡ଼ି. ଓ. କହିଥିଲେ—ଆରେ ବାବା ଏଇଟା ପରା ସରକାରୀ ଗାଡ଼ି, ମୋର ନୁହେଁ। ଏହା କହି ଧଡ଼ କିନା ଫୋନ ଥୋଇଦେଲେ। ଠିକ୍ ଦଶ ମିନିଟ୍ ପରେ ପାବକର ସାନ ଭାଇ ଦଉଡ଼ିଆସିଥିଲା ବୈଠକଖାନାକୁ। କହିଥିଲା—ବପା ଦୌଡ଼ିଆସ, ଭାଇର କ'ଣ ହେଇ ଯାଉଚି। ତୁମେ ତାକୁ ନାହିଁ କଲ, ସେ ଯଦି ଗାଡ଼ିରେ ଯାଇ ଥାଆନ୍ତା ସେ ପୋଡ଼ପାଡ଼ ତମ୍ଫୁଟାରେ ନ ବସି ହୁଏତ ଗାଡ଼ିରେ ଥିଲେ— ଏସ୍. ଡ଼ି. ଓ. ସାହେବ ଆଉ ଅପେକ୍ଷା କରି ପାରି ନ ଥିଲେ। ଟଳି ଟଳି ଗାଡ଼ି ପାଖକୁ ଚାଲିଗଲେ। ଡ୍ରାଇଭରକୁ ଅପେକ୍ଷା ନ କରି ଖେଳ ପଡ଼ିଆକୁ ଗାଡ଼ି ଛୁଟାଇଦେଲେ। ଛାତି ଫାଟି ଗଲା ପରି ଲାଗୁଥାଏ। ଶ୍ୱାସରୁଦ୍ଧ ହୋଇ ଯାଉଥାଏ। ଷ୍ଟିଅରିଂ ଏପଟ ସେପଟ ହେଇ